ଆଉ ସମ୍ମୁଖରେ ବିସ୍ତୃତ ଏଇ ଲମ୍ଵମାନ ପଥ। ସେ ଯେମିତି ଏକ ମଖମଲି ଫୁଲବିଛା ସରଣୀ! ତା ଉପରେ ଥିରି ଥିରି ପାଦ ପଦ ପକାଇ କିଏ ଆସୁଚି ଏ ଅବଗୁଣ୍ଠନବତୀ ନାରୀଟି? ଜ୍ୟୋତ୍ସ୍ନା? ସତେ ଜ୍ୟୋତ୍ସ୍ନା, ଅବଗୁଣ୍ଠନ ଫିଙ୍ଗି ଦେଇ ନବେନ୍ଦୁର ଦୁଇ ହାତକୁ ମୁଠେଇ ଧରି ସେ ଡାକୁଚି! ଆସ ନବେନ୍ଦୁ ହାତ ଧର ମୋର ଅତିକ୍ରମ କରିବାକୁ ହେବ ଏ ସୁଦୂର ପଥ। ମନଭରି ଉପଭୋଗ କରିବାକୁ ହେବ ଏ ଜୀବନ। ଦେଖ ତୁ ନବେନ୍ଦୁ, ଏ ଆକାଶର ଟିକି ଟିକି ତାରା ଅବନୀର ଛୋଟ ଛୋଟ ଫୁଲ, କେତେ ସୁନ୍ଦର! ଆଉ ଏଇ ଜହ୍ନଫୁଟା ରାତିଟା? ଜ୍ୟୋତ୍ସ୍ନା ନବେନ୍ଦୁକୁ ଦୁଇ ହାତରେ ଜଡ଼େଇ ଧରୁଛି। ଜ୍ୟୋତ୍ସ୍ନାର କଟିବେଷ୍ଟନ କରୁଛି। ନବେନ୍ଦୁ ଆଗକୁ ପାଦ ବଢ଼ାଉଚି। ଦୁହେଁ ଚାଲିଛନ୍ତି କଦମ୍ କଦମ୍। ଦୁଇ ପାର୍ଶ୍ୱରେ ହସିଲା ପ୍ରକୃତି ଉପରେ ଶୀତଳ ଜହ୍ନ ଭରା ଫସଲର। ପୂରିଲା ଶସ୍ୟକ୍ଷେତ୍ରରେ ଧାରେ ଧାରେ ଉତ୍ତଳା ତଟିନୀ ଉନ୍ମତ୍ତ ହୋଇ ବହି ଚାଲିଚି। ଦିନ ଘୁରୁଚି, ରାତି ଘୁରୁଚି। ଘୂରି ଯାଉଚି ବର୍ଷ, ମାସ, ବସନ୍ତ, ଗ୍ରୀଷ୍ମ। ଘୂରି ଯାଉଚି ସକାଳ ସନ୍ଧ୍ୟା। ଦୁହେଁ ଚାଲିଛନ୍ତି, ମାଇଲ୍ ମାଇଲ୍। ଗୋଟିଏ ପୁରୁଷ ଓ ଗୋଟିଏ ନାରୀ, ଆଦମ୍ ଓ ଇଭ୍। ଇମିତି କଣ ଖାଲି ଚାଲିବା ଆଉ ଚାଲିବା? କ'ଣ ଏଇ ସ୍ୱପ୍ନର ଅର୍ଥ? ଏଇ ଚାଲିବାର ଶେଷ। କେଉଁଠି? ଆଉ ଏଇ ଲମ୍ବମାନ ପଥଶ୍ରମର ପାରିଶ୍ରମିକ କ'ଣ? ଲଭ୍ୟ ବସ୍ତୁଟା କଣ? ଏମିତି ଚାଲି ଚାଲି ଶେଷ ପଥରେ ସେ କଣ ପାଇବ? ମଣି କାଞ୍ଚନ, ହୀରା, ନୀଳା,? କ'ଣ କ'ଣ? ହଠାତ୍ କାହାର ବିକଟାଳ ହସରେ ନବେନ୍ଦୁ ଚମକିଗଲା। ଆଖି ଆଗରେ ନୂଆବୋହୂ ଠିଆ ହୋଇଛନ୍ତି। ସେଇ ରୁଗୁଣ ଚେହେରା, କୋଟରଗତ ଚକ୍ଷୁ! ମୁଖରେ ତାଙ୍କର ବିଦ୍ରୂପର ବିକୃତ ହସ। କଣ୍ଠରେ ତାଙ୍କର ତାତ୍ସଲ୍ୟ ଭରା ତୀବ୍ର ବ୍ୟଙ୍ଗୋକ୍ତି। ଲଭ୍ୟ? ଏ ପଥଶ୍ରମର ଲଭ୍ୟ ପାଇବ ବୋଲି ତୁମେ ସ୍ୱପ୍ନ ଦେଖୁଛ ନବେନ୍ଦୁ? ଫୁଲବିଛା ବାଟରେ ଏମିତି ଚାଲି ଚାଲି ତମେ ପୁଣି ମଜୁରୀ ପାଇବାର ଆଶା ରଖିଚ? ତମେ ଏଡ଼େ ନିର୍ବୋଧ ନବେନ୍ଦୁ! କ'ଣ ତମେ ଚାଲିଲ? କେତେ ବାଟ ଚାଲିଲ? ଏଇଠି ତମର ସବୁ ପଥଚଲା ଶେଷ! ଆଉ ଆଗକୁ ତମେ ଯାଇ ପାରିବ ନାହିଁ, ଆଉ ଆଗକୁ କେହି ଯାଇ ପାରିବେନି। ଏଇଠି ତମର ସବୁ ସ୍ୱପ୍ନ, ସବୁ କଳ୍ପନାର ପରିସମାପ୍ତି। ମୁଁ ବି ଦିନେ ଏଇମିତିଆ ଫୁଲବିଛା ବାଟରେ ଫୁଲ ରେଣୁ। ଭଳି ଉଡ଼ି ଆସିଥିଲି। ପାଖୁଡ଼ା ପାଖୁଡ଼ା ବିକଶିତ କରି ପଦ୍ମଫୁଲଟି ପରି ମୁଁ କ'ଣ ତମ ଘରେ ଫୁଟି ଉଠି ନ ଥିଲି? ଦିନେ କଣ ଏକ ଅତୁଟ ଆକର୍ଷଣରେ ତମ ଭାଇଙ୍କୁ ମୁଁ ବାନ୍ଧି ରଖି ନ ଥିଲି? ଚାହିଁ ନ ଥିଲି ଏତେ ଶ୍ରମ ଶେଷରେ ଲଭିବି ଅମୂଲ୍ୟ ରତ୍ନ? ମାତ୍ର ମୋର ସେ ନୀଳ ଆକାଶ କାହିଁ? କାହିଁ ମୋର ସେ ମଧୁ ଯାମିନୀ? ମୋର ସେ ସ୍ୱପ୍ନ ଭାଙ୍ଗିଚି ନବେନ୍ଦୁ। ଯୌବନ ଝରିଚି, ମନ ମଉଳିଚି। ପାଞ୍ଚ ପାଞ୍ଚଟି ପିଲା ସୃଷ୍ଟି କରି ମୁଁ ବିକୃତ ହୋଇ। କ'ଣ ମୁଁ କରୁଛି ତାଙ୍କର! ମୁଁ ସେମାନଙ୍କୁ ତୁଷ୍ଟ କରି ପାରୁନି। ଚାରି ପାଖରେ ମୋର ସେମାନଙ୍କର ହଟ୍ଟଗୋଳ। ଖାଦ୍ୟ ଦିଅ, ବସ୍ତ୍ର ଦିଅ, ଯତ୍ନ ଦିଅ! ମୁଁ ସେମାନଙ୍କୁ କିଛି ଦେଇ ପାରୁନାହିଁ। କିଏ ସାହାଯ୍ୟ କରିବ ମତେ? ମୋ ପାଖରୁ ତମ ଭାଇଙ୍କର ସବୁ କାମ ସରିଯାଇଚି। ପାଞ୍ଚ ପାଞ୍ଚଟି ପିଲା ଜନ୍ମଦେଇ ମୁଁ ତାଙ୍କର ଅର୍ଥନୈତିକ ନିରାପତ୍ତାକୁ ଦୋହଲାଇ ଦେଇଛି। ତାଙ୍କୁ ଅଶ୍ରୁ ଅନାଟନ ଭିତରେ ବାନ୍ଧି ରଖିଚି। ଆଗକୁ ଯିବାକୁ ଆଉ ପଥ ନାହିଁ। ଏଇଠି ଖାଲି ଆର୍ତ୍ତନାଦ, ବ୍ୟର୍ଥତା, ହାହାକାର, ଅଶାନ୍ତ କ୍ରନ୍ଦନ। ଏ ଦୁନିଆର, ଏ ସଂସାରର ସାରକଥା ଏଇଆ। ପ୍ରତାରଣା, ଖାଲି ପ୍ରତାରଣା! ଏକ ବିରାଟ ଧୋ ସୌଧ ଉପରୁ ନବେନ୍ଦୁ ଯେମିତି ତଳକୁ ଖସିପଡ଼ିଲା। ତାର ମନେ ହେଲା, ଚତୁର୍ଦ୍ଦିଗ ଭରି କେବଳ ଶୁଭୁଚି ନୂଆବୋଉଙ୍କର କଣ୍ଠସ୍ୱର, ସବୁ ପ୍ରତାରଣା! ସବୁ ପ୍ରତାରଣା! ତୁମେ ଦେଖ, ତୁମେ ଠକିଛ କି ନାହିଁ? ତମର ଜ୍ୟୋତ୍ସ୍ନା କାହିଁ? ତମ ସତ୍ତା? ନବେନ୍ଦୁ ହତବାକ୍ ହୋଇଗଲା।